ଓଡ଼ିଶା ବ୍ୟବସ୍ଥାସଭାର ଅଧିବେଶନ ତା ରିଖରେ ଶେଷ ହେଉଛି। ଏହାପରେ ଦଳମାନଙ୍କ ଭିତରେ ଆଲୋଚନା ହେଉ କିପରି ଏ ପ୍ରଦେଶର ଅଭିବୃଦ୍ଧି ସାଧିତ ହେବ। ସେଥିପାଇଁ କାର୍ଯ୍ୟକ୍ରମ କଅଣ? ଶନିବାର ରାଜା କାଳସ୍ୟ କାରଣଂ ଶାନ୍ତିପର୍ବରେ ଭୀଷ୍ମ କହିଛନ୍ତି ଯେ ଅବସ୍ଥାନୁସାରେ ଶାସକ ସୃଷ୍ଟି ହୁଅନ୍ତି ନାହିଁ; ଶାସନ ହିଁ ଅବସ୍ଥା ସୃଷ୍ଟି କରେ। କଥାଟି ଅତି ସତ୍ୟ। ଆଜି ପଶ୍ଚିମବଙ୍ଗ ତଥା ଅନ୍ୟତ୍ର ଯେଉଁ ବମ୍ କାରବାର ଓ ହିଂସାକାଣ୍ଡ ଚାଲିଛି, ସେଥିରେ ସାରା ଦେଶରେ ଉଦ୍ବେଗ ଜାତ ହୋଇଛି। ଏ ସବୁ ହିଂସାକାଣ୍ଡ ଏକ ରାଜନୈତିକ ଦଳ ନାମରେ ଚାଲିଛି। ଯେ କୌଣସି କାର୍ଯ୍ୟକୁ କୌଣସି ନା କୌଣସି ଗୋଟିଏ ରାଜନୈତିକ ଦଳର ନାମ ନୂତନ ହେଉ ବା ପୁରାତନ ହେଉ ଦେଇଦେବା ସ୍ୱାଭାବିକ। ଏପରିକି ଚୋର ଡକାୟତମାନଙ୍କର ମଧ୍ୟ ଦେବତା ଅଛନ୍ତି ଓ ସେ ଦେବତାଙ୍କ ପୂଜାବିଧି ଶୁଦ୍ଧ ସଂସ୍କୃତ ଭାଷାରେ ପ୍ରଣୀତ ହୋଇ ଶାସ୍ତ୍ରମାନ ଅଛି। ଏଣୁ ରାଜନୈତିକ ଦଳର ନାମକୁ ବାଦ ଦେଇ କେବଳ ହିଂସାକାଣ୍ଡକୁ ଆଲୋଚନା କରିବା ବିଧେୟ। କୌଣସି ବ୍ୟକ୍ତିବିଶେଷ ବା ଗୋଷ୍ଠୀବିଶେଷର ଆଚରଣକୁ ବୁଝିବାକୁ ହେଲେ ମନସ୍ତତ୍ତ୍ୱବିଦ୍ମାନେ କେତୋଟି ସୂତ୍ର ନିର୍ଦ୍ଧାରଣ କରିଛନ୍ତି। ସେ ସୂତ୍ର ସବୁ ଏପରି କଠିନ ନୁହେଁ ଯେ ସାଧାରଣ ଲୋକେ ତାକୁ ବୁଝି ପାରିବେନାହିଁ। ଆଜି ଯେ ବମ୍ ବ୍ୟବହାର ପର୍ଯ୍ୟନ୍ତ କଥା ଆସିଛି, ତା'ର ଆରମ୍ଭ ହେଲା ପ୍ରଥମେ କଳ କାରଖାନାରେ ଘେରଉଠାରୁ ଓ ଗାଁ। ଗହଳରେ ଜମି ଦଖଲ ଠାରୁ। ଶ୍ରମିକମାନଙ୍କ ଆପତ୍ତି ଅଭିଯୋଗ ବିଚାର ପାଇଁ ଆଇନ ଅନୁସାରେ ଯେଉଁ ବ୍ୟବସ୍ଥା ହେଲା, ସେଥିରେ ନ୍ୟାୟ ପାଇବା ପାଇଁ ବର୍ଷ ବର୍ଷ ଅପେକ୍ଷା କରିବାକୁ ହେଲା। ବିଚାର ଶେଷ ହୋଇଗଲେ ମଧ୍ୟ ମାଲିକମାନେ ତଦନୁସାରେ କାର୍ଯ୍ୟ କଲେନାହିଁ। ଟ୍ରିବ୍ୟୁନାଲର ରାୟ ଅନୁସାରେ କାର୍ଯ୍ୟକାରକ ହେବା ପାଇଁ ମାଲିକମାନଙ୍କୁ ବାଧ୍ୟ କରିବାକୁ କେହି ନାହିଁ। ଫଳରେ ଘେରଉ କରି ଲେଖେଇ ନେବା ବା ଦାବି ପୂରଣ କରିବା ପନ୍ଥାଆଡ଼କୁ ଶ୍ରମଜୀବୀମାନଙ୍କ ମନ ଗଲା। ହେଉଁ ହେଉଁ ଶେଷରେ ଘେରଉ ଏକ ପଦ୍ଧତିରେ ପରିଣତ ହେଲା। ପୋଲିସ, କୋର୍ଟ କଚେରୀ ଇତ୍ୟାଦି ସାହାଯ୍ୟରେ ଘେରୋଉକୁ ବନ୍ଦ କରିବା ପାଇଁ ଉଦ୍ୟମ କରିବା ଫଳରେ ବମ୍ ବ୍ୟବହାର ଆରମ୍ଭ ହେଲା। ସେପରି ଭୂସଂସ୍କାର କଥା ବର୍ଷ ବର୍ଷ କାଳ ପ୍ରଚାରିତ ହେଲା। ଭୂମିହୀନ ଲୋକେ ଜମି ପାଇବେ ବୋଲି କାନେ କାନେ କୁହାହେଲା। ଆଇନ ହେଲା; ମାତ୍ର କାର୍ଯ୍ୟରେ ବିପରୀତ ହେଲା। ସୁନ୍ଦରଗଡ଼ରେ ଯେଉଁଠି ବନ୍ଦୋବସ୍ତ ଚାଲିଛି, ସେଠି ଶୁଣିଲି ଯେ, ବହୁତ ଜମିଥିବା ଲୋକ ଯଦି ଅନାବାଦୀ ଜମି ଦଖଲ କରିଯାଇଛି, ତେବେ ସେ ଜମି ମଧ୍ୟ ତାହାରି ନାମରେ ବନ୍ଦୋବସ୍ତ ହେଉଛି; କାରଣ ସେହିପରି ଏକ ସରକାରୀ ଆଦେଶ ସାଲରୁ କୁଆଡ଼େ ଅଛି। ପୁଣି ପରେ ଉଦ୍ବୃତ୍ତ ଜମି କା'ଠାରୁ ଛଡ଼ାଇ କୁଆଡ଼େ ଭୂମିହୀନ ଲୋକଙ୍କୁ ଦିଆଯିବ। ଏଥିରେ ସାଧାରଣ ଲୋକଙ୍କ ଧୈର୍ଯ୍ୟ ରହିବା କଠିନ। ଯେତେ ଯୁଆଡ଼ୁ କଥାଟାକୁ ବୁଝାଇବାକୁ ଚେଷ୍ଟା କରାଯାଉ, ଲୋକ ମନରେ ବିଶ୍ୱାସ ଜାତ କରାଇ ହେବନାହିଁ। ବର୍ତ୍ତମାନ ବାଲେଶ୍ୱର ଜିଲ୍ଲାର ବାସୁଦେବପୁରରେ ଯେଉଁଠି ବନ୍ଦୋବସ୍ତ ଚାଲିଛି, ସେଠି ମଧ୍ୟ ବଡ଼ ବଡ଼ ଚାଷୀମାନେ ଯେପରି ବନ୍ଦୋବସ୍ତକୁ ଅକତିୟାର କଲେଣି, ସେଥିରେ ଭୂମିହୀନ ଯେ କେବେ ଭୂମି ପାଇବେ ଏ ବିଶ୍ୱାସ ସହଜେ ସୃଷ୍ଟି କରାଯାଇ ପାରୁନାହିଁ। ଏଇଥିରୁ ଜବରଦସ୍ତି ଜମି ଦଖଲ ଆରମ୍ଭ ହେଲା। ସେଥିରୁ କଥା ବଢ଼ି ବଢ଼ି ଯାଇ